" "ବଡ଼ ଦୟାର କଥା, ନୁହେଁ? "ଏତକ କହି ମୁଁ ପୁଣି ରୁଣ୍ଡ ହେଇଥିବା ଲୋକଙ୍କଆଡ଼କୁ ଦୃଷ୍ଟି ଦେଲି। "ତା ହେଲେ ଲୋକମାନେ ସେଠି କଣ କରୁଛନ୍ତି? " ମୁଁ ପୁଣି ପ୍ରଶ୍ନ କଲି। ସେମାନେ ଏଇକ୍ଷଣି ଖଲିଫା ପାଖରୁ ଜେଲଖାନରୁ ଆସିଲେ। ଖଲିଫାର ଲୁଗାପଟା ଫେରେଇ ଆଣିଛନ୍ତି। ତା'ପରେ ମୁଁ ଭିତରକୁ ଚାଲିଚାଲି ଭଡ଼ାଦିଆ ସାଇକେଲ ଦୋକାନୀ ଓ ଗଞ୍ଜେଇ ଅଫିମ ବିକିଲା ଲୋକଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲି। କିନ୍ତୁ ସେମାନେ କେହି ମୋ କଥାରେ କର୍ଣ୍ଣପାତ କଲେନି। ସମସ୍ତେ ରାଗରେ ପଞ୍ଚମ। କିଏ ଏହି କଥା ପୁଲିସକୁ ଜଣେଇଲା, ସେଇ ଲୋକକୁ କେମିତି ଠିକଣା ବେଳ ଦେଖି ଦିଗଡ଼ କରିବେ ସେମାନଙ୍କ ଭିତରେ ଚାଲିଥାଏ ସେଇ କଥାର ଆଲୋଚନା। ଆଜି ଭିତରେ ସେ ଲୋକକୁ ମାରିଦିଆଯିବା ଦରକାର–ତାହେଲେ ଖଲିଫା ଜେଲରେ ଖୁବ୍ ମନଶାନ୍ତିରେ ଦିନ କଟେଇବ। କେହି କେହି କହିଲେ, ଖଲିଫା ଜେଲରୁ ଖଲାସ ହେଲାଦିନ ଲୋକଟାକୁ ମାରି ଦେଲେ ଆନନ୍ଦ ଦିଗୁଣ ବଢ଼ିଯିବ। ନୀରବରେ ମୁଁ ଚାଲିଗଲି ମୋ ଘରର ପାହାଚଆଡ଼କୁ। ମୁହଁରେ ଫୁଟି ଉଠୁଥିବା ସ୍ମିତରେଖାକୁ ଗୋପନ ରଖିବାକୁ ଚେଷ୍ଟାକଲି। ନିଜ ଘରର ଦରଜା ପାଖରେ ଖଲିଫାର ସ୍ତ୍ରୀ ଛିଡ଼ା ହୋଇ ଗୋଟିଏ ଟୋକା କଂସେଇଠାରୁ ସ୍ଵାମୀର ଲୁଗାପଟା ଗୋଟି ଗୋଟି କରି ହିସାବ କରି ନେଉଥାଏ। ମୁହଁଟା ତା'ର ବିଷଣ୍ଣ। ଦିପଦ ସାନ୍ତ୍ୱନାର କଥା ତାକୁ କହିବାକୁ ମୁଁ ଉଚିତ ମନେକରି ତଳର ଚାଟାଣ ଉପରେ ଦୃଷ୍ଟି ନିବଦ୍ଧ କରି କହିଲି, "କଥାଟା ଶୁଣି ମୋର ଭାରି ଦୁଃଖ ହୋଇଛି। "ଠିକ୍ ଅଛି। " ସେ ଉତ୍ତର କଲା, "ଅନଉ ଅନଉ କାଲି ସକାଳେ ଛ' ମାସ ଚାଲିଯିବ। " "ଛ' ମାସ କିଛି କମ କଥା ନୁହେଁ। " ମୁଁ ପୁଣି କହି ଉଠିଲି। ଏତିକିବେଳେ ଟୋକା କଂସେଇଟା ପାଟିକରି କହିବସିଲା, "ଛ'ବର୍ଷ ହେଲେ ବି ପରବାୟ ନାହିଁ। ଖଲିଫା ଖଲାସ ହେଲା ଦିନ ତମେ ଦେଖିବ କ'ଣ ହେବ। " ନିଜର ସେହି ଘରେ ମୁଁ ପୁଣି ଚଳାଚଳ ହେଲି। ମୋ ପକ୍ଷରେ ଆଗଠାରୁ ସମୟଟା ଅନୁକୂଳ ମନେହେଲା। ଅନ୍ତତଃ ଛ'ମାସ ସମୟ ବର୍ତ୍ତମାନ ଶାନ୍ତିରେ ଚାଳିଯିବି। ତା'ପରେ ଭବିଷ୍ୟତ ଘରର ବରାଦ କରିବାକୁ ମୁଁ ସ୍କୁଲର ପିଅନକୁ ଅନୁରୋଧ କରିଛି। ଭଲ ଘର ଖଣ୍ଡେ ବୁଝିଦେଲେ ତାକୁ ବକ୍ସିସ୍ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି। ସମୟେ ସମୟେ ପାହାଚରେ ଯାଉଁ ଯାଉଁ ଟୋକା କଂସେଇଟା ସାଙ୍ଗରେ ଭେଟ ହେଇଯାଏ। ତାର ଚାହାଣୀରୁ ମୋ ପ୍ରତି କିଛି ଖରାପ ଭାବ ଥିବାର ଲକ୍ଷ୍ୟ କରି ନ ପାରି ପରିସ୍ଥିତି ଭଲ ଅଛି ବୋଲି ହୃଦ୍ବୋଧ ହୁଏ। ଦିନେ ପାହାଚ ଉପରେ ଖଲିଫାର ସ୍ତ୍ରୀକି ଦେଖିଲି। ଟୋକା କଂସେଇକି ଡାକି ସେ କଣସବୁ ତାକୁ କିଣିଆଣି ଦେବାପାଇଁ କହୁଥାଏ। ମତେ ଦେଖି ଖଲିଫାର ସ୍ତ୍ରୀ ଟିକେ ହସିଦେଇ ମୁଁ କାହିଁକି ଜେଲକୁ ଯାଇ ଥରେ ତାର ସ୍ଵାମୀକୁ ଦେଖି ଆସୁନାହିଁ ବୋଲି ପ୍ରଶ୍ନ କଲା। କାମରେ ଭାରି ବ୍ୟସ୍ତ ରହିଛି ବୋଲି ମୁଁ ଉତ୍ତର ଦେଲି। ଦିନେ ମୋର ଦରଜାରେ ମୃଦୁ ଆଘାତରେ ଶବ୍ଦ ଶୁଣାଗଲା। କବାଟ ଖୋଲି ଦେଖିଲି, ପ୍ରତୀକ୍ଷାମାଣା ଅବସ୍ଥାରେ ଠିଆ ହୋଇଛି ସେହି ସୁନ୍ଦରୀ ମହିଳା, ଖଲିଫାର ସ୍ତ୍ରୀ। "ଆରେ, ତମେ," କୌଣସି ବିସ୍ମୟର ଭାବ ପ୍ରକାଶ ନ କରି ସହଜ ଭାବରେ ମୁଁ ସ୍ଵାଗତ ସମ୍ଭାଷଣ ଜଣାଇଲି। "ଦୟାକରି ଖଲିଫାଙ୍କ ପାଖକୁ ମୋ